ସିଆଟିକ ପେନ କୁହାଯାଏ। ନିମ୍ନ କଟି ଯନ୍ତ୍ରଣା ପ୍ରାୟ କୋଡ଼ିଏରୁ ଚାଳିଶ ବର୍ଷ ବୟସ ବେଳେ ହୁଏ ଓ ବୟଃପ୍ରାପ୍ତ ହେବା ପରେ ଏହା ଡାକ୍ତରୀ ପରାମର୍ଶର ପ୍ରଥମ ରୋଗ ହୁଏ। ଅଧା ରୋଗୀଙ୍କର ଏହି କଷ୍ଟ ବାରମ୍ବାର ହୁଏ ଓ ସମୟକ୍ରମେ ଅଧିକ ହୁଏ। ସ୍ଥାୟୀ ଯନ୍ତ୍ରଣା ହେଲେ ରାତିରେ ଶୋଇ ହୁଏ ନାହିଁ ଶୋଇବାକୁ ଅଧିକ ସମୟ ଲାଗେ ନିଦ ଭାଙ୍ଗିଯାଏ ଅଳ୍ପ ସମୟ ନିଦ ହୁଏ ଓ ଶୋଇବାରେ ସନ୍ତୁଷ୍ଟି ଆସେ ନାହିଁ। ଅଧିକାଂଶ କ୍ଷେତ୍ରରେ ଅବସାଦ ତଥା ଉତ୍ସୁକତା ଅଧିକ ହୁଏ। ବେମାର ରହିବା ସମୟ ଅନୁସାରେ କଟି ଯନ୍ତ୍ରଣାକୁ ତୀବ୍ର ଅନୁତୀବ୍ର ଓ ପୁରୁଣା ଏହି ତିନୋଟି ଶ୍ରେଣୀଭୁକ୍ତ କରାଯାଏ। କଟି ଯନ୍ତ୍ରଣା ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ ଅନେକ ଅନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଅଧିକାଂଶ କଟି ଯନ୍ତ୍ରଣା ସୃଷ୍ଟି ହୁଏ। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କୌଣସି କାରଣ ଜଣାଯାଏ ନାହିଁ। ଅଧିକାଂଶ କ୍ଷେତ୍ରରେ ରକା ବା ଅଧିକ ମାଂସପେଶୀ ଟାଣି ହୋଇଯିବା ଯୋଗୁଁ ଏହା କଷ୍ଟ ହୁଏ। ମୋଟାପା ଧୂମପାନ ଗର୍ଭାବସ୍ଥାରେ ଓଜନ ବୃଦ୍ଧି ମାନସିକ ଚାପ ଦରିଦ୍ର ଶାରୀରିକ ଅବସ୍ଥା ଓ ଅସ୍ୱାଭାବିକ ଶୟନ ଅବସ୍ଥା ଇତ୍ୟାଦି କଟି ଯନ୍ତ୍ରଣାକୁ ବଢ଼ାଇବାକୁ ସାହାଯ୍ୟ କରେ। ହଠାତ୍ କିଛି ଓଜନିଆ ଜିନିଷ ଉଠାଇବା ବେଳେ ବା ନଇଁ ପଡ଼ିବା ସମୟରେ ଏହି ଯନ୍ତ୍ରଣା ଅନୁଭୂତ ହୁଏ। ଏହାର କାରଣମାନଙ୍କର ସମ୍ପୂର୍ଣ୍ଣ ତାଲିକା ମଧ୍ୟରେ ଅନେକ ଅସାଧାରଣ ରୋଗ ବା ଅବସ୍ଥା ଅଛି। ଶତକଡ଼ା ନଅ ନବୁଅ ରୋଗୀ ଏହି ସାଧାରଣ କାରଣ ଯୋଗୁଁ ରୋଗ ଭୋଗ କରନ୍ତି। ମହିଳାମାନେ ନାରୀ ସମ୍ବନ୍ଧୀୟ ରୋଗ ଯଥା ଏଣ୍ଡୋମେଟ୍ରିଓସିସ ଓଭାରିଆନ ସିଷ୍ଟ ଓଭାରିଆନ କର୍କଟ ୟୁଟେରାଇନ ଫାଇବ୍ରଏଡ ରୋଗମାନଙ୍କରେ କଟି ଯନ୍ତ୍ରଣା ଭୋଗ କରନ୍ତି। ଓଷ୍ଟିଓଆର୍ଥ୍ରାଇଟିସ ମେରୁ ଚକ୍ରିକା କ୍ଷୟ ମେରୁ ଚକ୍ରିକା ହାର୍ନିଆ ଭଗ୍ନ ମେରୁ ଅସ୍ଥି ଜୀବାଣୁ ସଂକ୍ରମଣ ଓ ଟ୍ୟୁମର ଆଦି ଅନେକ ସମୟରେ କଟି ଯନ୍ତ୍ରଣା କରାଏ। ଅନେକ କାରଣମାନଙ୍କ ମଧ୍ୟରେ ନିମ୍ନରେ ଦିଆଯାଇଥିବା କାରଣଗୁଡ଼ିକ ସଂଖ୍ୟା ଦୃଷ୍ଟିରୁ ନଗଣ୍ୟ। ମେରୁଦଣ୍ଡର ହାଡ଼ଗୁଡ଼ିକ ଉପର ତଳ ହୋଇ ସଜା ହୋଇଥାଏ। ଶରୀରର ଓଜନ ମେରୁଦଣ୍ଡ ମାଧ୍ୟମରେ ଭୂମିକୁ ସ୍ଥାନାନ୍ତରିତ ହୁଏ। ଓଜନ ଦ୍ୱାରା କ୍ଷୟ ନ ହେବା ନିମନ୍ତେ ପ୍ରତି ପାଖାପାଖି ଦୁଇ ହାଡ଼ ମଧ୍ୟରେ ଗୋଟିଏ ଚକ୍ରିକା ଥାଏ। ଉପାସ୍ଥି ତନ୍ତୁସୂତ୍ର ଓ କିଛି ଜେଲି ଭଳି ପଦାର୍ଥକୁ ନେଇ ଏହି ଚକ୍ରିକା ଗଠିତ ହୋଇଛି। ଏହି ଚକ୍ରିକା ଷକ ନିରୋଧକ ଅଟେ। ଏହା ଦ୍ୱାରା ଦୁଇ ହାଡ଼ ପରସ୍ପର ମଧ୍ୟରେ ଘଷି ହୋଇ କ୍ଷୟ ହେବାରୁ ରକ୍ଷା ପାଆନ୍ତି। ମେରୁ ମଜ୍ଜା ବା ସ୍ପାଇନାଲ କଡ଼ ମଧ୍ୟ ରକ୍ଷା ପାଏ। ସ୍ପାଇନାଲ କଡ଼ରୁ ସ୍ନାୟୁସମୂହ ବିଭିନ୍ନ ସ୍ଥାନରୁ ମେରୁ ମଧ୍ୟରୁ ବାମ ଓ ଡାହାଣ ପଟୁ ବାହାରି ଶରୀରର ବିଭିନ୍ନ ସ୍ଥାନକୁ ଯାଆନ୍ତି। ମାଂସପେଶୀ ଓ ଗଣ୍ଠି ବନ୍ଧନୀ ମେରୁ ଅସ୍ଥିସମୂହର ଦୃଢ଼ତା ବା ସ୍ଥିରତା ରକ୍ଷା କରିବାରେ ସାହାଯ୍ୟ କରେ। ଦୁଇ ମେରୁ ହାଡ଼ ମଧ୍ୟରେ ଚକ୍ରିକା ସହ ଏକ ଗଣ୍ଠି ଥାଏ ଓ ଦୁଇ ପାର୍ଶ୍ୱରେ ଦୁଇଟି ଫ୍ୟାସେଟ ଗଣ୍ଠି ଥାଏ ଯେଉଁଗୁଡ଼ିକ ଅଣ୍ଟାର ଅତି ନିୟନ୍ତ୍ରଣ କରନ୍ତି। ଏହି ରୋଗର ଯେତେଗୁଡ଼ିଏ କାରଣ ଲେଖାଯାଇଛି ସେଗୁଡ଼ିକ ଅନୁଧ୍ୟାନ କଲେ ଦେଖାଯିବ ଏହି ଯନ୍ତ୍ରଣା କୌଣସି ନିର୍ଦ୍ଦିଷ୍ଟ ତନ୍ତୁ ବା ଅଂଶ ଯଥା ହାଡ଼ ମାଂସ ଇତ୍ୟାଦିରୁ ଜାତ ହେଉନାହିଁ। ପ୍ରତ୍ୟେକ ବିଷୟର ଶାରୀରିକ ବିକାରୀ କ୍ରିୟା ସେହି ବିଷୟର ଆଲୋଚନାରେ ବର୍ଣ୍ଣନା କରାଯାଏ। ଏଠାରେ ଉଲ୍ଲେଖଯୋଗ୍ୟ ଅଣ୍ଟାରେ ଥିବା ପ୍ରତ୍ୟେକ ଅଂଶର ବିକାରରେ ଏହି ବେଦନା ଅନୁଭୂତ ହୋଇପାରେ। ମେରୁ ଚକ୍ରିକା ଗଠନ ତାହାର ସ୍ନାୟୁ ଓ ରକ୍ତ ସରବରାହ ଭଲ ଭାବରେ ଜାଣିଲେ କଟି ଯନ୍ତ୍ରଣା ବୁଝିହୁଏ। ଅଣ୍ଟାରେ ବିଭିନ୍ନ ପ୍ରକାର ତନ୍ତୁ ଥାଆନ୍ତି ଓ ସେମାନଙ୍କ ଗଠନ ଅତି ଜଟିଳ। କଟି ଯନ୍ତ୍ରଣା ରୋଗୀର କଥନ ଅନୁସାରେ ଜଣାଯାଏ ଯାହାକି ସାମାଜିକ ସମସ୍ୟା ଉପରେ ନିର୍ଭର କରିଥାଏ ତେଣୁ ସିଧାସଳଖ ନିର୍ଣ୍ଣୟ କରିହୁଏ ନାହିଁ। ମାଂସପେଶୀ ଓ ଗଣ୍ଠି ଯୋଗୁଁ ଯନ୍ତ୍ରଣା ହେଲେ ମଧ୍ୟ ଏହାକୁ ବିଭିନ୍ନ ସ୍ନାୟୁ ରୋଗ ମେରୁ ଅର୍ବୁଦ ମେରୁ ଅସ୍ଥିଭଗ୍ନ ସଂକ୍ରମଣ ସମସ୍ତଙ୍କଠାରୁ ପୃଥକ କରିବାକୁ ହୁଏ। ଗମ୍ଭୀର ସମସ୍ୟା ସୃଷ୍ଟି କଲା ଭଳି ରୋଗ ସଂଖ୍ୟା ବହୁତ କମ ହେତୁ କଟି ବ୍ୟଥା ରୋଗୀମାନଙ୍କର ବିଭିନ୍ନ ଚିକିତ୍ସା ନିମନ୍ତେ